"ହଁ ମା। କିନ୍ତୁ ଏଣିକି ସବୁଦିନେ କାରରେ ବସାଇ ବୁଢ଼ାପୁଅକୁ ତୋର ଏତିକିବେଳେ ଟିକିଏ ହାଓ୍ଵା ଖୁଆଇ ଆଣିବା ତୋର ଗୋଟାଏ କାମ ହେବ। '' କହିଲେ ଉମାଶଙ୍କର। "ଏଥିପାଇଁ ଗୋଟାଏ ମୋଟା ଅଙ୍କର ଦରମା ଚାହିଁ ବାବା। ଦରମାର ଅଙ୍କଟା ଆମର ହେନିଫ୍ ମିଆଁ ଡ୍ରାଇଭରର ଦରମାଠାରୁ ଯଥେଷ୍ଟ ବେଶି ହେବା ଆବଶ୍ୟକ। '' ଉମାଶଙ୍କର ହସୁଥିଲେ। ବିଜୟା ଗାଡ଼ିକୁ ପାଖେଇ ନେଉଥିଲା। ଆଗଆଡ଼ୁ ତୀର ବେଗରେ ଛୁଟି ଆସୁଥିଲା କଳା ରଙ୍ଗର ଗୋଟାଏ ହଡ଼ସନ କାର। ବିଜୟା ଲକ୍ଷ୍ୟ କଲା ଗାଡ଼ିଟାର ବେଗରେ ବିଶୃଙ୍ଖଳତା। ସ୍ପିଡ଼ କମେଇ ଯଥାସମ୍ଭବ ସତର୍କ ରହିଲା ନିଜର କାରଟାକୁ ଆଶୁ ଏକ୍ସିଡ଼େଣ୍ଟରୁ ବଂଚେଇ ନେବା ଲାଗି। ଉମାଶଙ୍କର ପରିସ୍ଥିତି ଲକ୍ଷ୍ୟ କରି ବ୍ୟସ୍ତ ହୋଇ ଉଠୁଥିଲେ। "ଦେ ମା' ହୁଇଲଟା ମୋ ହାତକୁ। '' "ନା ବାବା ମୁଁ ପାରିବି। '' ଅଳ୍ପ ହସି କହିଲା ବିଜୟା। ଆଗ କାରଟା ଆସି ଯାଇଥିଲା ଖୁବ୍ ପାଖକୁ। ନିମିଷକ ଭିତରେ ବିଜୟାର ଅଷ୍ଟିନ ଦେହକୁ ପ୍ରାୟ ଲାଗି କ୍ରସ୍ କଲା ଗାଡ଼ିଟା। ସେଇ ନିମିଷରେ ବିଜୟା କାରଟାର ଡ୍ରାଇଭର୍କୁ ଚାହିଁ ଚମକି ଉଠିଲା। ମୁହୂର୍ତ୍ତକର ଦେଖା ଭିତରେ ସେ ବେଶ ଚିହ୍ନି ପାରିଥିଲା ରଞ୍ଜନକୁ। "ବଦମାସ୍। '' ଚିତ୍କାର କରି ଉଠିଲା ବିଜୟା। କ୍ରୋଧ ଆଉ ଘୃଣ୍ୟରେ ମୁହଁ ତା'ର ଲାଲ ହୋଇ ଉଠିଲା। ଗାଡ଼ି ବ୍ରେକ କରି କାର୍ଟାର ନମ୍ଵର ଦେଖିବାକୁ ଚେଷ୍ଟା କଲେ ମଧ୍ୟ ଗାଡ଼ିଟା ଆଖି ଆଗରୁ ଅଦୃଶ୍ୟ ହୋଇ ଯାଇଥିଲା। ଫେରି ଆସି ବିଜୟା ଷ୍ଟାର୍ଟ ଦେଲା ଗାଡ଼ିରେ। ଗାଡ଼ି ପୁଣି ଛୁଟି ଚାଲିଲା ଷ୍ଟେସନ ଆଡ଼କୁ। କିନ୍ତୁ ବିଜୟା ମନରୁ ମରି ଯାଇଥିଲା ଫୁଲ୍ ସ୍ପିଡ଼ରେ ଗାଡ଼ି ଛୁଟେଇବାର ଆଗ୍ରହ। ମୁହଁ ଉପରୁ ନିଭି ଯାଇଥିଲା ଡ୍ରାଇଭିଂ ଶିଖିବାର ଚପଳ ଆନନ୍ଦ। ହୁଇଲ ଉପରେ ହାତ ଦେଇ ଭାବୁଥିଲା ସେ ରଞ୍ଜନର କଥା। ଉମାଶଙ୍କରଙ୍କର ବ୍ୟସ୍ତ ହୋଇ ଉଠିଲେ। "ହଠାତ୍ ଏମିତି ମନମରା ହୋଇଗଲୁ ଯେ ମା। '' "ଦେଖୁ ନାହାନ୍ତି ସେ ଗାଡ଼ିର ମଦୁଆ ଡ୍ରାଇଭରଟାକୁ। ଆଉ ଟିକିଏ ହେଇଥିଲେ ଯାଇଥିଲା ଆମ କାର୍ଟା ଆଉ କ'ଣ …? ମୁହଁରେ ହସ ଫୁଟାଇବାର ବ୍ୟର୍ଥ ଚେଷ୍ଟା କରି କହିଲା ବିଜୟା। '' "ସେଥିପାଇଁ ଏତେ ଭାବିବାର କଣ ଅଛି? '' କହିଲେ ଉମାଶଙ୍କର। ବିଜୟା ଅପ୍ରତିଭ ହେଲା ସତେ ତ! ସାମାନ୍ୟ ଗୋଟାଏ ଡ୍ରାଇଭରର ବେ–ଆଦପୀ ପାଇଁ ଏତେ ଭାବିବାର କ'ଣ ଅଛି? ମନର ପ୍ରକୃତ ଭାବ ଲୁଚାଇବାର ଚେଷ୍ଟା କରି ସେ ଗାଡ଼ିର ସ୍ପିଡ଼ ବଢ଼ାଇ ଦେଲା ଏଥର। ଟିକିଏ ଚପଳ ହେବାକୁ ଚେଷ୍ଟା କଲା। ବିଜୟାର ମନୋଭାବ ବୁଝି ଉମାଶଙ୍କର ମନେ ମନେ ହସୁଥିଲେ। ସେ ଗାଡ଼ିର ହୁଇଲ ଧରି ବସିଥିବା ଲୋକଟି ତାଙ୍କର ତୀକ୍ଷ୍ଣ ଦୃଷ୍ଟି ଏଡ଼ାଇ ପାରି ନ ଥିଲା। ସେ ମଧ୍ୟ ସେତିକି ବେଳୁ ଭାବୁଥିଲେ ରଞ୍ଜନର କଥା। ବିଜୟା ଯେ ତାକୁ ଦେଖି ଚିନ୍ତାମଗ୍ନ ହୋଇ ପଡ଼ିଚି ଏ କଥା ବୁଝିବାକୁ ବାକି ନ ଥିଲା ତାଙ୍କର। ଗାଡ଼ି ଭିତରେ ବସି ଗାଡ଼ି ଚଳାଉ ଚଳାଉ ବିଜୟା ଭାବୁଥିଲା। ତା'ରି ପାଖରେ ବସି ଦିଗନ୍ତ ଆଡ଼କୁ ଚାହିଁ ଉମାଶଙ୍କର ଚିନ୍ତା କରୁଥିଲେ। ଝାଉଁବନ ବିଥୀ ବନ ଭିତରେ ଦେଇ ଗାଡ଼ି ଛୁଟି ଚାଲିଥିଲା ଷ୍ଟେସନ ଆଡ଼କୁ। ମୃଦୁ ମନ୍ଦ ପବନର ହିଲ୍ଲୋଳରେ ଥରି ଉଠୁଥିଲା ବିଜୟାର ଗୋଲାପୀ ଶାଢ଼ିର ପ୍ରାନ୍ତ। ଷ୍ଟେସନ ହତା ଭିତରକୁ ପଶିଲା କାର୍ଟା। ଚୂର୍ଣ୍ଣ କୁନ୍ତଳ କେତୋଟି ମୁହଁ ଉପରୁ ଅପସରେଇ ଦେଇ ଗାଡ଼ିରେ ବ୍ରେକ୍ କଷିଲା ବିଜୟା! ସିଟ୍ରୁ ଓହ୍ଲାଇ ଗୋଟିଏ ବିଶ୍ଵସ୍ଥ ଡ୍ରାଇଭର ପରି ଉମାଶଙ୍କରଙ୍କ ସିଟ୍ର ଦରଜା ଖୋଲି ଧରିଲା। ଫୁଟ୍ ବୋଡ଼ ଉପରେ ଗୋଟାଏ ପାଦ ରଖି ଓହ୍ଲାଉ ଓହ୍ଲାଉ ଉମାଶଙ୍କର ହସି ଉଠିଲେ। ସଙ୍ଗେ ସଙ୍ଗେ ବିଜୟା ମଧ୍ୟ ହସି ଉଠିଲା। ତା'ପରେ ଦୁହେଁ ଆଗେଇ ଗଲେ ମେନ ଏଣ୍ଟ୍ରାନ୍ସ ଦେଇ ପ୍ଲାଟଫର୍ମ ଭିତରକୁ। ଟାଇମ୍ ଟେବ୍ଲ ନିକଟକୁ ଯାଇ ଉମାଶଙ୍କର କହିଲେ— "ଗାଡ଼ି ଆସିବାକୁ ଆହୁରି ଅଧଘଣ୍ଟାଏ ବିଳମ୍ଵ ଅଛି ମା। ବାହାରଟାରେ ବୁଲିବା କାହିଁକି-? ଆ ଟିକିଏ ଚା ଖାଇନେବା ଷ୍ଟଲରେ। ବିଜୟା ସେତେବେଳେକୁ ସେକେଣ୍ତ ପ୍ଲାଟଫର୍ମ ଛାଡ଼ି ବାହାରି ଯାଇଥିବା ଗୋଟାଏ ଡାଉନ୍ ପାସେଞ୍ଜର ଟ୍ରେନ ଆଡ଼କୁ ଚାହିଁ ରହିଥିଲା, କୌଣସି ଉଦ୍ଦେଶ୍ୟ ନେଇ ନୁହେଁ, ଖାଲି ଏମିତି-। ଉମାଶଙ୍କରଙ୍କ କଥାରେ ମୁହଁ ବୁଲେଇ ସେ ଟି.